"ତମକୁ ସୁଖୀ କରିବାକୁ ଚେଷ୍ଟା କରିଚି, ତମ ସୁଖୀ ହୋଇନାହଁ,ମୋ ମୃତ୍ୟୁ ପରେ ମନଲାଖି ସ୍ତ୍ରୀଟିଏ ଆଣି ସଂସାର କଲେ, ଅତୃପ୍ତ ଆତ୍ମା ଶାନ୍ତି ପାଇବ।"ଚିଠିଟାକୁ ଦୁଇ ହାତରେ ଜାବୁଡ଼ି ଧରିଲା ରତ୍ନାକର। ପାଖକୁ ଯାଇ ତାଙ୍କର କଥା ବନ୍ଦକରି ନିଜର ଏହି ଚରମ ଶୁଭ ସମ୍ବାଦ ତାଙ୍କୁ ଜଣାଇଲେ। କହିଲେ, "ଆଜିପରା ଦିନରେ କୌଣସି ପାଟିତୁଣ୍ଡ, ଅଶାନ୍ତି ସୃଷ୍ଟି କରେନା। ଆଜି ବଡ଼ ଆନନ୍ଦର ଦିନ, ଆଜି ସମସ୍ତେ ଖୁସିହୁଅ, ମଉଜ କର।"କହୁ କହୁ ସେ ଅକାରଣେ ହସି ଉଠିଲେ। ମେହେନ୍ତ୍ରାଣୀ ବୃଦ୍ଧ ଜଗବନ୍ଧୁଙ୍କୁ ଚାହିଁଲା। ତାଙ୍କ ଓଠରୁ ତ କେବଳ ନୁହେଁ, ସମଗ୍ର ଚେହେରାରୁ ହସଖୁସିର ବନ୍ୟା ଯେମିତି ବନ୍ଧଭାଙ୍ଗି ଝରି ପଡ଼ୁଚି। ଜଗବନ୍ଧୁଙ୍କୁ ଚାହିଁ ସେ କହିଲା, "ବୁଢ଼ାବାବୁ, ନାତି ହୋଇଚି ମିଠେଇ କାହିଁ?" ଏ କଥାରେ ଜଗବନ୍ଧୁ ଠୋ ଠୋ ଅବଜ୍ଞାର ହସ ହସି ଉଠିଲେ। "ଶୁଣ, ୟା'ର କଥା ଶୁଣ। ମୁଁ ମିଠେଇ ବାଣ୍ଟିବି ନାଇଁ ଯେ, ୟେ କହିବାକୁ ଯାଉଚି। ୟେ ରାମା ଶାମା ତ ମିଠେଇ ବାଣ୍ଟୁଚନ୍ତି ଆଉ ମୁଁ ମୁଁ ଜଗନ୍ନାଥ ଜଗବନ୍ଧୁ ରଥଶର୍ମା ମୋର ଚାରି ଝିଅରେ ଏକମାତ୍ର ପୁଅ ଦେବଦତ୍ତ ରଥଶର୍ମା ଆଜି ତାର ପୁଅ ହୋଇଚି,ମୁଁ ମିଠେଇ ବାଣ୍ଟିବି ନାହିଁ? ଏକତା ତା' ପସନ୍ଦକୁ ଆସୁନି ଯେ, ଆହୁରି ମାଗୁଛି। ଶଳା ଛୋଟଲୋକ"ଜଗବନ୍ଧୁ କିନ୍ତୁ ଚୁପ୍ ହୋଇ ମେହେନ୍ତ୍ରାଣୀ ପାଖକୁ ଆସିଲେ କହିଲେ "ହଇଲୋ, ଖାଲି ମିଠେଇ ମାଗୁଚୁ? ଏଇ ସାମାନ୍ୟ ମିଠେଇ? ମୋର ନାତି ହୋଇଚି ଜାଣିଲୁ ଏମିତି ଏକୋଉଶି କରିବି ଯେ"ମେହେନ୍ତ୍ରାଣୀର ମୁହଁ ବିକୃତ ହୋଇ ଉଠିଲା। ସେ ଗୁଣ୍ଡ ଗୁଣ୍ଡ ହୋଇ କହିଲା, "ମିଠେଇ ମାଗିବି ନାହିଁ, ଆଉ କ'ଣ ମାଗିବି ସାନ୍ତେ? ହାତୀ ନା ଘୋଡ଼ା? ଏମିତି ଦୁନିଆଯାକର ପୁଅ ହେଉଛି ନାଆଁ" ହଠାତ୍ ଜଗବନ୍ଧୁ ସ୍ଥିର ହୋଇଗଲେ ଏବଂ ନିର୍ବାକ୍ ଆଖିରେ ମେହେନ୍ତ୍ରାଣୀକୁ ଚାହିଁ ରହିଲେ। କଳାମଚମଚି ସେହି ଅପରିଛନ୍ନ ମୁହଁରୁ ଶାଣିତ ବିଦ୍ରୂପର ଚାହାଣୀ ତୀକ୍ଷ୍ଣ ତୀରପରି ଛୁଟି ଆସୁଚି। ସେ ତୀର ଠିକ୍ ଜଗବନ୍ଧୁଙ୍କ ଛାତିରେ ହୃତ୍ପିଣ୍ଡଠାରେ ଗଳିଚି, ଠିକ୍ ଲକ୍ଷ୍ୟରେ। ଛାର ମେହେନ୍ତ୍ରାଣୀ, କେଡ଼େ କଥା ନ କହିଲା! ଦୁନିଆଯାକର ପୁଅ ହେବା ଆଉ ତାଙ୍କ ପୁଅର ପୁଅହେବା କଅଣ ଏକା କଥା? ଏକା କଥା? ଓଃ କେଡ଼େ କଥା ନ କହିଲା କେଡ଼େ କଥା। ଜଗବନ୍ଧୁଙ୍କ ମୁହଁରେ ଝପିଝପି ଝାଳ କଣ୍ଟି ଆସିଲା,ମନଟା ହଠାତ୍ କେମିତି ଖଟା ହୋଇଗଲା। ତାଙ୍କର ହୃଦବୋଧ ହେଲା,ତାଙ୍କର ସେହି ଖୁସିର, ଆନନ୍ଦର, ବିହ୍ୱଳତାର ପରିବ୍ୟାପ୍ତ ଆକାଶ ମେହେନ୍ତ୍ରାଣୀର ସେହି ତୀର୍ଯ୍ୟକ୍ ଆକ୍ଷେପର ତୀର ଆଗରେ ଏଡ଼େ ଟିକିଏ ହୋଇ ଅଟକି ରହିଚି। ଜଗବନ୍ଧୁ ହଠାତ୍ ମୁହଁ ଉଠାଇ ଝାଳ ପୋଛି ନେଲେ। ଦେଖିଲେ ମେହେନ୍ତ୍ରାଣୀ ଫେରି ଯାଉଚି। ସହସା ତାଙ୍କ ଛାତି ଭିତରେ କଣ ଗୋଟିଏ ଉଦ୍ବେଳ ହୋଇ ଉଠି ଭାଙ୍ଗି ପଡ଼ିଲା। ସେ ଡାକିଲେ, "ଏଇ ଶୁଣ୍।" ମେହେନ୍ତ୍ରାଣୀ ଠିଆ ହେଲା। ଜଗବନ୍ଧୁ ତାର ନିକଟସ୍ଥ ହୋଇ, ନିଜର ଅନାମିକାରୁ ମୁଦିଟା ଟାଣି ବାହାର କରି ତା' ଉପରକୁ ଫିଙ୍ଗି ଦେଇ କହିଲେ, "ନେ, ଏଇଟା ତୋର ମିଠେଇ ବଦଳରେ ପ୍ରାପ୍ୟ। ଦୁନିଆଯାକର ପୁଅ ହୁଏ,ମାତ୍ର କେବଳ ରଥଶର୍ମା ଘରୁ ଏମିତି ଦାନ ମିଳେ ଯାଃ" ବିଚରା ମେହେନ୍ତ୍ରାଣୀ ଏ ଘଟଣାରେ ଏକାନ୍ତ ଆଶ୍ଚର୍ଯ୍ୟ ହୋଇ ଉଠିଲା ହାତରେ ଯେ, ତାର ସତରେ ମୁଦିଟା ଅଛି ଓ ଏହାକୁ ଯେ, ତାକୁ ନେବାକୁ ହେବ ଏକଥା ସେ ଜମା ବିଶ୍ୱାସ କରିପାରୁ ନ ଥିଲା। କିନ୍ତୁ ଯେତେବେଳେ ଦେଖିଲା ଯେ, ଜଗବନ୍ଧୁ ଚାଲିଗଲେଣି ଏବଂ ମୁଦିଟା ତାକୁ ସତରେ ନେବାକୁ ହିଁ ହେବ, ସେତେବେଳେ ସେ ବିସ୍ମୟ ପୁଲକରେ ମୁଦିଟାକୁ ସଯତ୍ନେ ବାନ୍ଧି ଫେରିବାକୁ ଲାଗିଲା। ଜଗବନ୍ଧୁ ମନ୍ତ୍ରବତ୍ ମୁଦିଟାକୁ ଫିଙ୍ଗି ସେଠାରୁ ଚାଲି ଆସିଲେ। ସେ ଉତ୍ତେଜିତ ହୋଇଛନ୍ତି, ସନ୍ଦେହ ନାହିଁ। ଆଉ ଏ ଉତ୍ତେଜନା ଆହତ ହେବାର ଉତ୍ତେଜନା। ସାମାନ୍ୟ ମେହେନ୍ତ୍ରାଣୀ କ'ଣ ନ କହିଲା? ମୁଦିଟା ଦେଇ ସେ ଠିକ୍ କରିଚନ୍ତି, ଠିକ୍ କରିଛନ୍ତି। ସେ ବେଶ୍ ଦେଖେଇଚନ୍ତି ଯେ, ଦୁନିଆ ଯାହା ସେ ତାହା ନୁହନ୍ତି,ଏକଥା ବର୍ତ୍ତମାନ ମେହେନ୍ତ୍ରାଣୀ ମର୍ମେ ମର୍ମେ ବୁଝିବଣି ଓ ସମସ୍ତଙ୍କୁ ନିଶ୍ଚୟ ବୁଝେଇବଣି। ମେହେନ୍ତ୍ରାଣୀକୁ ମୁଦି ଦେବା କଥା ନିଶ୍ଚୟ ସମସ୍ତେ ଜାଣିବେ। ନିଶ୍ଚୟ ସମସ୍ତେ ବୁଝିବେ ଯେ ସେ ଜଣେ ଅନନ୍ୟ ଲୋକ। ସତେ କ'ଣ ସେ ତାହା ନୁହନ୍ତି? ତାଙ୍କପରି ଏତେ ନିର୍ଲୋଭ କାହାର ଅଛି?